ଆଲେସ୍କି ନିଜ ପିତା, ଡାଇରେକ୍ଟର ପାଲାଭିନ୍, କମିଶନ୍ର ସଭ୍ୟ ଓ ରାଷ୍ଟ୍ରର ବଡ଼ ବଡ଼ ବୈଜ୍ଞାନିକମାନଙ୍କଠାରୁ ବିଦାୟ ନେଇ ଉପଗ୍ରହକୁ ଉଠିଲେ। ଉପଗ୍ରହ ପୃଥିବୀ ଛାଡ଼ିବାର ସମୟ ଲାଉଡ଼୍ସ୍ପିକର ସାହାଯ୍ୟରେ ଉପଗ୍ରହର ଅଧିବାସୀମାନଙ୍କୁ ଜଣାଇ ଦିଆଯାଉଥାଏ। ପୃଥିବୀ ଛାଡ଼ିବା ଆଉ ଅଧଘଣ୍ଟାଏ ବାକି ବୋଲି କେତେବେଳୁଁ ଜଣାଇ ଦିଆଗଲାଣି; ଅଥଚ ମେରିନାର ସେ ଆଡ଼କୁ କାନ ନାହିଁ। ସେ ନକ୍ଷତ୍ର–ହାସ୍ୟତରଙ୍ଗ ପ୍ରଭାସିତ ଗଗନକୁ ଅନାଇ ତାହାର ତରଳ ତାରକାଗୁମ୍ଫିତ ଚାକଚକ୍ୟ ଭିତରେ ନିଜକୁ ହଜାଇ ଦେଇ କେତେ କଥା ଭାବିଯାଉଥିଲା। ହଠାତ୍ ଲେନା କକ୍ଷ ଭିତରକୁ ପଶିଆସି କହିଲା, ''ଏ କ'ଣ ମେରିନା, ତୁମେ ଯେ ଏପର୍ଯ୍ୟନ୍ତ ବକ୍ତୃତା ଗୃହକୁ ଯାଇନାହଁ? କେତେବେଳୁଁ ପରା ଯିବାପାଇଁ ଡାକରା ଆସିଗଲାଣି? ପୃଥିବୀ ଛାଡ଼ିବା ପାଇଁ ଆଉ କୋଡ଼ିଏ ମିନିଟ୍ ରହିଲା ଯେ? '' ଏହା କହି ମେରିନାକୁ ହଲାଇ ଦେଲା। ମେରିନାର ଚିନ୍ତାର ଖିଅ ହଠାତ୍ ଛିଡ଼ିଗଲା। ସେ ପ୍ରକୃତିସ୍ଥା ହୋଇ କହିଲା, ''ଏଁ, ହଁ ହଁ, ଚାଲ ଯିବା ଲେନା। ମୋର ଆଉ ଡେରିନାହିଁ। '' ଦୁଇଜଣଯାକ ତରତର ହୋଇ ବକ୍ତୃତା ଗୃହ ଆଡ଼କୁ ଚାଲିଲେ। ଉପଗ୍ରହର ସୁବିସ୍ତୃତ ବାରଣ୍ଡାଦେଇ ସେମାନେ ବକ୍ତୃତା ଗୃହକୁ ପଶିଲାବେଳକୁ ଉପଗ୍ରହର ଅନ୍ୟାନ୍ୟ ଅଧିବାସୀମାନେ ଆସି ଯେଝା ସ୍ଥାନରେ ବସିଗଲେଣି। ମେରିନା ଓ ଲେନା ସଙ୍ଗେ ସଙ୍ଗେ ଆସି ପୂର୍ବରୁ ନିର୍ଦ୍ଧିଷ୍ଟ ଥିବା ଚେୟାର୍ରେ ବସି ନିଜ ନିଜ ଦେହକୁ ଚେୟାର ସହିତ ବାନ୍ଧିଦେଲେ। ସମସ୍ତେ ଠିକ୍ ଭାବରେ ବସିଚନ୍ତି କି ନାହିଁ ଦେଖିବା ପାଇଁ ଡିରେକ୍ଟର ଆଲେସ୍କି ଚାଲିଆସି କହିଲେ–''ମୁଁ ଆପଣମାନଙ୍କୁ ଆଗରୁ କହିସାରିଛି ଯେ, ମହାଶୂନ୍ୟକୁ ଯିବା ପୂର୍ବରୁ ଆମକୁ ଯେଉଁସବୁ କଷ୍ଟପ୍ରଦ ପରସ୍ଥିତି ଭିତର ଦେଇ ଯିବାକୁ ପଡ଼ିବ, ସେଥିମଧ୍ୟରୁ ଏହି ପର୍ଯ୍ୟାୟଟି ସବୁଠାରୁ ଅଧିକ କଷ୍ଟକର। ଆମକୁ ବର୍ତ୍ତମାନ ଅଗ୍ନିପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିବ। ଏତକ ସମୟ ଭିତରେ ଆମକୁ ଯେଉଁ କଷ୍ଟ ହେବ, ତାହା ଆମ ଜୀବନର ଏକ ବଡ଼ ଘଟଣା ଓ ଅଭିଜ୍ଞତା ହୋଇ ରହିବ। ଆମେରିକା ଓ ଇଂଲଣ୍ଡ ପ୍ରଭୃତି ଦେଶରେ ଏହି ପରୀକ୍ଷା ହେଲାବେଳେ ଯେଉଁସବୁ ଅସୁବିଧା ଓ କଷ୍ଟହୁଏ, ତା' ଏଠାରେ ହେବନି ବୋଲି ଆମର ଆଶା। ସେଥିନିମିତ୍ତ ବହୁ ବୈଜ୍ଞାନିକ–ଆବିଷ୍କାରକୁ କାର୍ଯ୍ୟରେ ଲଗାଇ ଆମେ ଏହି ବକ୍ତୃତା କକ୍ଷରେ ନାନା ବୈଜ୍ଞାନିକ ସୁବିଧା ଖଞ୍ଜିଛୁ। ତେବେ ବିନା କଷ୍ଟରେ ଯେ ଆମେ ଆକାଶମଣ୍ଡଳକୁ ପାରହୋଇଯିବା, ତା ମଧ୍ୟ ଭାବିବା ଉଚିତ ନୁହେଁ। ମୋର ଆଶା, ଆପଣମାନେ ହତାଶ ନ ହୋଇ ଯଥେଷ୍ଟ ଧୈର୍ଯ୍ୟସହକାରେ ଏହି କଷ୍ଟର ସମ୍ମୁଖୀନ ହେବାକୁ ଚେଷ୍ଟା କରିବେ। '' ଆଲେସ୍କି କହିସାରି କଣ୍ଟ୍ରୋଲ୍ରୁମ୍କୁ ଫେରିଯାଉଥିଲେ, ହଠାତ୍ ବୁଲିପଡ଼ିଲାବେଳକୁ ଦୃଷ୍ଟି ପଡ଼ିଲା ମେରିନା ଉପରେ। ତାହାକୁ ନିଶ୍ଚେଷ୍ଟ ଓ ନିଷ୍ପ୍ରଭ ଭାବରେ ବସିଥିବାର ଦେଖି କହିଲେ, ''ଏତେବେଳୁଁ ତ୍ରସ୍ତ ହେଲେ ଚଳିବନି ମେରିନା! ପୃଥିବୀର କୌଣସି ଦେଶ ଏପର୍ଯ୍ୟନ୍ତ ଯାହା କରିବାକୁ ସମର୍ଥ ହୋଇନାହାନ୍ତି, ଆମେ ତାହା କାର୍ଯ୍ୟରେ ପରିଣତ କରିବାକୁ ଯାଉଥିବାରୁ ଆମର ଗର୍ବ ଅନୁଭବ କରିବା କଥା। ତେଣୁ ଏପରି ପରିସ୍ଥିତିରେ ତୁମେ ଉତ୍ସାହର ସହିତ ବିପଦ ଓ କଷ୍ଟକୁ ଅପେକ୍ଷା କରିବା ଉଚିତ। '' ପାଖରେ ବସିଥିବା ଲେନା ଆଡ଼କୁ ଅନାଇ କହିଲେ, 'ଜୀବନରେ ଏକ ଅପୂର୍ବ ଅଭିଜ୍ଞତା ଅର୍ଜ୍ଜନ କର ଲେନା! ଧୈର୍ଯ୍ୟଚ୍ୟୂତ ହେବନି କେବେ। ମୁଁ ଯାଉଚି; ପରେ ପୁଣି ଆସିବି। ମେରିନା ପ୍ରତି ଟିକିଏ ଦୃଷ୍ଟି ରଖିଥିବ। '' ଆଲେସ୍କି ବକ୍ତୃତା ଗୃହରୁ ବାହାରିଯାଇଛନ୍ତି କି ନାହିଁ